ଆଉ ସେଠାରେ ପ୍ଲେନ ଡ୍ରେସରେ ଉପସ୍ଥିତ ହେବାକୁ ଅନୁରୋଧ କରିଥିଲେ। କିନ୍ତୁ ସରିତା ଗଲା କୁଆଡ଼େ? ହୁଏତ ଅକ୍ଷୟ ସେନର ଗ୍ୟାଙ୍ଗ ଦ୍ୱାରା ଅପହୃତା ହୋଇଥାଇପାରେ। ଆଉ ମିସେସ୍ ଚନ୍ଦ୍ରାବତୀ ଦାସ? 'ରୟେଲ ହୋଟେଲ'ରେ। ସନ୍ଧ୍ୟାବେଳେ ସରିତା ପାଖରୁ ଫେରି ମୁଁ ତାଙ୍କ ପାଖକୁ ଯାଇଥିଲି। ହୋଟେଲ ବୟ ପାଖରୁ ଜାଣିଲି କେତେକ ମୁହୂର୍ତ୍ତ ଆଗରୁ ସେ କୁଆଡ଼େ ବାହାରକୁ ଚାଲିଯାଇଥିଲେ। ଏ ସମୟ ଭିତରେ ସେ ଫେରିଆସିଥିବେ ନିଶ୍ଚୟ। ବେଶ୍, ଆସନ୍ତୁ। ପୁଣି ଏସ. ପି. ଙ୍କ ଗାଡ଼ିରେ ସମସ୍ତେ ବସିଲେ। ରୟେଲ ହୋଟେଲ ପାଖରେ ଅଧଘଣ୍ଟାଏ ଭିତରେ ଗାଡ଼ିଟି ପହଞ୍ଚିଗଲା। ହୋଟେଲର ବିରାଟ ଫାଟକ ବନ୍ଦ ହୋଇଯାଇଥିଲା। ଅନତିଦୂରରେ ଚୌକିଦ ରଟି ତୁଳାଇ ପଡ଼ିଥିଲା। ରଜତ ବହିଦାରଙ୍କ ଡାକରେ ଚମକି ଛିଡ଼ାହୋଇପଡ଼ିଲା ସେ। ଗେଟ ଖୋଲ। ତନ୍ଦ୍ରାଜନିତ ଅବସାଦ ପୋଲିସମାନଙ୍କୁ ଦେଖି ଉଭାଇଗଲା ତା'ର। ଗେଟ୍ର ଚାବି ଖୋଲୁ ଖୋଲୁ କହିଲା—ମେନେଜର ସାହେବ ଶୋଇଛନ୍ତି, ଆଜ୍ଞା! ଠିକ୍ ଅଛି, ଆମେ ଜଣେ ଲୋକକୁ ଦେଖା କରିବାକୁ ଚାହୁଁ। ଦରଓ୍ୱାନର ଉତ୍ତରକୁ ଅପେକ୍ଷା ନ କରି ସମସ୍ତେ ଭିତରକୁ ପ୍ରବେଶ କଲେ। କାଉଣ୍ଟର କ୍ଲର୍କଟି ଢୁଳାଇପଡ଼ିଥିଲା। କିନ୍ତୁ ଜୋତାର ଶବ୍ଦ ସଙ୍ଗେ ସଙ୍ଗେ ତାର ତନ୍ଦ୍ରା ମଧ୍ୟ ଦୂର ହୋଇଗଲା। ରମେଶ, ଏ ର ଶ୍ରୀମତୀ ଦାସ ଫେରିଆସିଛନ୍ତି? ଶ୍ରୀମତୀ ଦାସ.. ଚିନ୍ତିତ ହୋଇପଡ଼ି ସେ କହିଲା—ମୁଁ ଠିକ୍ଭାବରେ କହିପାରୁନାହିଁ ସାର୍, ତେବେ ମୋର ବିଶ୍ୱାସ ସେ ଫେରି ଆସିଥିବେ ନିଶ୍ଚୟ। ଆପଣ ଟିକିଏ ଅପେକ୍ଷା କରନ୍ତୁ, ମୁଁ ନିଜେ ଦେଖିଆସୁଛି। ନା, ଆମେ ଯାଉଛୁଁ। ଶତ୍ରୁଜିତଙ୍କ ପଛେ ପଛେ ଏସ. ପି. ଓ ରଜତ ବହିଦାର ଉପର ମହଲାକୁ ଉଠିବାରେ ଲାଗିଲେ। ଏ କୋଠରିଟି ପୂର୍ବପରି ତାଲା ବନ୍ଦ ହୋଇଥିବାରୁ ହତୋତ୍ସାହ ହୋଇପଡ଼ିଲେ ଶତ୍ରୁଜିତ୍। ଶ୍ରୀମତୀ ଦାସ କୌଣସି ବନ୍ଧୁବାନ୍ଧବଙ୍କ ଘରେ ଅଟକି ଯାଇନାହାନ୍ତି ତ? ରଜତ ବହିଦାର ପ୍ରଶ୍ନ କଲେ। ଚିନ୍ତିତ ମନରେ ଶତ୍ରୁଜିତ୍ କହିଲେ—ସେ କିନ୍ତୁ କହିଥିଲେ ଏଠାରେ ତାଙ୍କର କେହି ପରିଚିତ ନାହାନ୍ତି। ତେଣୁ ସେ ଏଇ ହୋଟେଲରେ ହିଁ ମୋ କଲ୍କୁ ନିଶ୍ଚିତ ଭାବରେ ଅପେକ୍ଷା କରିଥିବେ। ଅଥଚ ଏଇ ଶେଷରାତ୍ରି ପର୍ଯ୍ୟନ୍ତ... ଶେଷଆଡ଼କୁ ଶତ୍ରୁଜିତଙ୍କ କଣ୍ଠସ୍ୱର ଅନିଶ୍ଚିତତାରେ ଭରିଉଠିଲା। ମିଷ୍ଟର ଶତ୍ରୁଜିତ୍ ମୋ ମତରେ ଅନ୍ତତଃ ତାଙ୍କ କୋଠରିଟିକୁ ଥରେ ଦେଖିନେବା ଉଚିତ-। କାରଣ ସେ ଯେତେବେଳେ ଆପଣଙ୍କୁ କଥା ଦେଇ ଆସିଥିଲେ ଯେ ଆପଣଙ୍କର ଉତ୍ତରକୁ ସେ ଏଠାରେ ନିଶ୍ଚିତ ଭାବରେ ଅପେକ୍ଷା କରିଥିବେ, ସେଭଳି କ୍ଷେତ୍ରରେ ସେ ହୋଟେଲକୁ ଫେରିଆସିବା କଥା, ଅଥବା ଆପଣଙ୍କ ପାଇଁ କୌଣସି ସମ୍ବାଦ ଏଠାରେ ଛାଡ଼ିଯିବା କଥା... ରଜତ ବହିଦାର ନୀରବରେ ତଳକୁ ଓହ୍ଳାଇଗଲେ। କେତେକ ମୁହୂର୍ତ୍ତ ପରେ ରମେଶଙ୍କ ସହିତ ସେଇ କୋଠରିର ଡୁପ୍ଲିକେଟ୍ ଚାବିକାଠି ନେଇ ଫେରିଆସିଲେ। କୋଠରି ଭିତରଟି ଅନ୍ଧକାର ଥିଲା। ସୁଇଚ ବୋର୍ଡର ସୁଇଚ୍ ଅନ୍ କରିବା ମାତ୍ରେ କୋଠରି ଭିତରେ ଆଲୋକର ପ୍ଳାବନ ଖେଳିଗଲା। ଆଉ ସଙ୍ଗେ ସଙ୍ଗେ ସମସ୍ତେ ଚମକିଉଠିଲେ। କୋଠରିର ମଧ୍ୟଭାଗରେ ସ୍ତ୍ରୀଲୋକଟିଏ ଚିତ୍ହୋଇ ପଡ଼ିଥିଲା। କୋଠରିର ଚଟାଣ ରକ୍ତରଞ୍ଜିତ ହୋଇଉଠଥିଲା। ଆଉ ମୁଖମଣ୍ଡଳ ଏଭଳି ଭାବରେ ବିକୃତ ହୋଇ ପଡ଼ିଥିଲା ଯେ ତାକୁ ଚିହ୍ନିବା ସହଜ ସାଧ୍ୟ ନ ଥିଲା। ତା ହେଲେ ଏଇ ହେଉଛନ୍ତି ମିସେସ୍ ଚନ୍ଦ୍ରାବତୀ ଦାସ? ଏସ. ପି. ଙ୍କର ଜିଜ୍ଞାସୁ ଚକ୍ଷୁ ଶତ୍ରୁଜିତଙ୍କ ଉପରେ ସ୍ଥିର ରହିଲା। ଶତ୍ରୁଜିତ୍ କିନ୍ତୁ ସ୍ତ୍ରୀଲୋକଟିର ଆହୁରି ପାଖକୁ ଚାଲିଯାଇଥିଲେ। ମିଷ୍ଟର ଶତ୍ରୁଜିତ୍? ଶତ୍ରୁଜିତଙ୍କର ଧ୍ୟାନ ଭାଙ୍ଗିଗଲା। ମୋତେ କିଛି କହିଲେ… ଆପଣଙ୍କର କ୍ଲାଏଣ୍ଟ ଚନ୍ଦ୍ରାବତୀ ଦାସ ତ? ଚିହ୍ନିବା ତ ସମ୍ଭବପର ନୁହେଁ, ଆଜ୍ଞା! ତେବେ ମୋର ଯେତେଦୂର ବିଶ୍ୱାସ... ଶତ୍ରୁଜିତ୍ ଅଟକିଲେ। ଏ ମିସେସ ଦାସଙ୍କ ବ୍ୟତୀତ ଆଉ କେହି ହୋଇପାରେନା। କାରଣ ଯୋଉ ପରିଧାନ ସେ ପିନ୍ଧି ମୋ ପାଖକୁ ଯାଇଥିଲେ ସବୁ ଠିକ୍ଅଛି। ତାଙ୍କର ଆଡ୍ରେସ... କେବଳ ସେ କହିଥିଲେ ତାଙ୍କର ସାଙ୍ଗ ହେଉଛନ୍ତି ସରିତାର ମାଆ। ତାଙ୍କର ଅନୁରୋଧରେ ଖୁବ୍ ଗୋପନରେ ସେ ଏଠାକୁ ଆସିଛନ୍ତି। ମୋର ଶତ ଅନୁରୋଧ ସତ୍ତ୍ୱେ ତାଙ୍କର ଆଡ୍ରେସ ଦେଇ ନ ଥିଲେ। ଆପଣଙ୍କ ପକ୍ଷରେ ଏ ସବୁ ଶୁଭସୂଚକ ନୁହେଁ, ମିଷ୍ଟର ଶତ୍ରୁଜିତ୍! ମୁଁ ସରିତାକୁ ଖୋଜିବାପାଇଁ ଚେଷ୍ଟା କରୁଛି। ଆଉ ସିଏ ଯଦି ନ ମିଳେ ଆପଣଙ୍କ ସପକ୍ଷରେ କିଛି କରିବାକୁ ମୁଁ ପୂରାପୂରି ଅକ୍ଷମ ହୋଇପଡ଼ିବି।